ସେ ହି ଲଢ଼େଇର ଇତିହାସ। ଶିଲଂ ସହରର ପାଦ୍ରୀ ସାହେବମାନଙ୍କର କୀର୍ତ୍ତିଗାଥା। ଆଉ ଯେ କେତେ କାହାଣୀ ତାର ଲେଖାଯୋଖା ନାହିଁ। ଷାଠିଏ ବର୍ଷର ଡ଼ାଳେ ଡ଼ାଳେ, ଦେହର ପ୍ରତି ଶିରା ପ୍ରଶିରାରେ କେତେ ନା କେତେ ଗଳ୍ପ, କାହାଣୀ ସବୁ ଯେମିତି ଘନୀଭୂତ ହୋଇରହିଚି। ସେସବୁ ଗଳ୍ପ କହେ ମଧୋଲାଲ। ସାମନାରେ ଓଟଙ୍କ ଭଳି ମୁହଁଟାକୁ ଟେକି ଶୁଣୁଚି ସେଙ୍ଗାଇ ଓ ପାଖରେ ସାରୁୟାମାରୁ। ଗଳ୍ପ ସରିବା ପରେ ପୁଣି ସେହି ରାମ ରାମ। କ'ଣ ନ ହେଲା। କୁଆଡ଼ୁ ଆସିଲେ ଏ ଧଳା ଧଳା ପାଦ୍ରୀଗୁଡ଼ାକ। ଲୁଣ ବଦଳରେ ଧରମ ନଷ୍ଟ ହାୟ ହାୟ। କଣ କହୁଚୁ ମଧୋଲାଲ। ଆମର ଧରମ ନେଉଚି ଏ ଫାଦର? ହଁ ହଁ, ଏକଥା ତୁମେ ଯେମିତି କାହାକୁ କହିବି ନାହିଁ। ତୋର ଜେଜେବାପା ଥିଲା ମୋର ଅତି ଆପଣାର। ତୋର ତିନି ପୁରୁଷ ସହିତ ମୋର କାରବାର ସେଇଥିଲାଗି ସତକଥା କହିଲି। ନା, କାହାକୁ କହିବିନି। ଆମେ କଣ ବୁଝିଚୁ? ଆଉ ଥରେ କହିଲେ ଦେଖୁଚୁନା ଏ ବର୍ଚ୍ଛା, ଏକାବେଳକେ ଫୋଡ଼ି ଦେବୁ। ପୁଣି ଫୁସ୍ଫୁସ୍ କରି କହିଲା ମଧୋଲାଲ ତୁମର ରାଣୀ ଗାଇଦିଲିଓ ତାକୁ ପଚାର, ସେ ସବୁକଥା କହିବ। ନା, ନା; ତା ପାଖକୁ ଯିବୁନି, ସେ ଗୋଟାଏ ଡାହାଣୀ ପରା। ଡାହାଣୀ କିଏ? ରାଣୀ ଗାଇଦିଲିଓ? କିଏ କହିଲା ତୁମକୁ? ଫାଦର। ମିଛ କଥା। ଜାଣ ସାରୁୟାମାରୁ। ଆମ ଦେଶର ଜଣେ ମହାରାଜା ଅଛି। ତା ନାଁ ଗାନ୍ଧୀ। ଏହି ସାଇବମାନଙ୍କ ସାଙ୍ଗରେ ତାର ରୀତିମତ ଲଢ଼େଇ। ମୋ ପୁଅ ବୁଧିଲାଲ ଏଇ ତିନିଦିନ ହେଲା କଲିକତାରୁ ଫେରିଲା। ସବୁ ଦେଖିଆସିଚି ସେ। ସଙ୍ଗେ ସଙ୍ଗେ ସେଙ୍ଗାଇ କହିଲା ଏଇ ସାଇବଗୁଡ଼ା କେଉଁଠୁ ଆସିଲେ? ଅନ୍ୟ ଦେଶରୁ ସାତ ସମୁଦ୍ର ତେର ନଈ ପାର ହୋଇ ଆସିଛନ୍ତି। ବହୁତ ଦୂର ଦେଶ ସେ। କୋହିମା ପାହାଡ଼ର ଗୋଟିଏ ଅନିର୍ଦ୍ଦିଷ୍ଟ ଚକ୍ରରେଖା ଆଡ଼କୁ ଆଙ୍ଗୁଠି ବଢ଼ାଇଦେଲା ମଧୋଲାଲ। ଆମେ ତ ଅସାନ୍ୟୁ। ଆମ ଦେଶଠାରୁ ମଧ୍ୟ ବହୁତ ଦୂରରେ ସେ ସାହେବମାନଙ୍କର ଦେଶ। ତୁ ସେ ଦେଶକୁ ଯାଇଥିଲୁ? ନାଁ। ଆଶ୍ଚର୍ଯ୍ୟ ହୋଇ କହିଲା ସାରୁୟାମାରୁ ଏଇ ଯେଉଁ ଲଢ଼ାଇ କଥା କହିଲ, ବର୍ଚ୍ଛା ଦ୍ୱାରା ମାରନ୍ତି ତ? ମୁଣ୍ଡ କଟାକଟି ହୁଅନ୍ତି ତ? ବଡ଼ ମଜା। କିନ୍ତୁ ଆମ ପାହାଡ଼ରେ ଏମିତି ଲଢ଼ାଇ ବହୁତ ଦିନ ହେଲା ହୋଇନାହିଁ। ସେମିତି ଲଢ଼ାଇ ନୁହେଁ। ଗାନ୍ଧିଜୀଙ୍କର ଲୋକମାନେ ସାଇବମାନଙ୍କୁ ମାରନ୍ତିନି। ସାଇବମାନେ ସେମାନଙ୍କୁ ମାରନ୍ତି। ଏ ଦେଶରୁ ସାଇବମାନଙ୍କୁ ଚାଲିଯିବାକୁ କହିଛନ୍ତି ଗାନ୍ଧିଜୀ। ଏ ପୁଣି କେମିତି ଲଢ଼ାଇ? ମାଡ଼ ଖାଇବେ ଅଥଚ ମାରିବେନି। ଯାଃ, ଏକଥା କେବେ ହୁଏ? ସବୁ ମିଛ କଥା। ଆମର ପାହାଡ଼ରେ ଏମିତି ଲଢ଼େଇ ହେଲେ ସମସ୍ତଙ୍କୁ ଏକାବେଳକେ ମାରିପକାନ୍ତୁ। ଉତ୍ତେଜନାରେ ଫୁଲି ଉଠୁଥିଲା ସେଙ୍ଗାଇ। ଏ ଲଢ଼େଇ ତୁମେ ବୁଝିପାରିବ ନାହିଁ। ଏ ଲଢ଼ାଇ ବଡ଼ ମଜା କଥା। ମୋ ପୁଅ କହିଲା, ଗାନ୍ଧିଜୀ ଲୋକଗୁଡ଼ାକ ମାଡ଼ ଖାଇ ଖାଇ ଜିଣୁଛନ୍ତି। କିଛି ସମୟ ନୀରବ ରହି ପୁଣି ଆରମ୍ଭ କଲା ମଧୋଲାଲ। ଦେଖ, ତମେ ଖାଲି ଗପ କଲେ ଚଳିବନି। ହଁ, ଏ କିଏ କହିଲୁନି ତ ସାରୁୟାମାରୁ। ସେଙ୍ଗାଇ ଆଡ଼କୁ ଚାହିଁ ପଚାରିଲା ମଧୋଲାଲ। ୟା ନାଁ ସେଙ୍ଗାଇ। ସିଜିଟାର ପିଲା। ଓଃ। ତା ପରେ ଶୁଣ, ଆମ ଦେଶରେ ସେ ଯେମିତି ଗାନ୍ଧିଜୀ, ତୁମ ଦେଶରେ ଇଏ ସେମିତି ଗାଇଦିଲିଓ। ସାହେବମାନଙ୍କୁ ସେ ମଧ୍ୟ ଭଲ ପାଏନା। ତା କଥା ଶୁଣ। ଏହି କୋହିମା ପାହାଡ଼ରେ ଥାଏ ରାଣୀ ଗାଇଦିଲିଓ। ବିଚିତ୍ର ଦୃଷ୍ଟିରେ ଚାହିଁଲା ବୁଢ଼ା ମଧୋଲାଲ। ତାର ଦୃଷ୍ଟିରେ ଗୋଟିଏ ବିଚିତ୍ର ପୃଥିବୀର ଛାୟା ଦେଖିଲେ ସେଙ୍ଗାଇ ଆଉ ସାରୁୟାମାରୁ। ଗାନ୍ଧୀ ସଙ୍ଗେ ସାଇବମାନଙ୍କ ଲଢ଼ାଇ। ରାଣୀ ଗାଇଦିଲିଓ। କି ଅଦ୍ଭୁତ ନାମଗୁଡ଼ାଏ ମଧୋଲାଲର। ଏଇ ସୁନ୍ଦର ଗପ ଶୁଣି ତାଙ୍କର ପାହାଡ଼ୀ ମନରେ ବିସ୍ମୟର ଛାୟା ଘୋଟିଯାଇଛି। ସହସା ସେଙ୍ଗାଇ କହି ଉଠିଲା ତୁମ ଦେଶରେ ସାଇବମାନଙ୍କ ସଙ୍ଗେ ଲଢ଼ାଇଟା ହେଲା କାହିଁକି? ଘରର ବୋହୂମାନଙ୍କ ଇଜ୍ଜତ ଲୁଟ୍ କରିଥିଲେ ନା କଣ? ସେମାନେ ବିଦେଶୀ। ଆମ ଦେଶକୁ ଆସି ଆମକୁ ମାରିବେ, ଖାଇବାକୁ ଦେବେନି।